ଅଭାବ ଅସୁବିଧା ଦେଖିଲେ କିଛିସମୟ ପାଇଁ ଗାଳିଗୁଲଜ ଆରମ୍ଭ କରିଦେବେ। କେହି ନ ଶୁଣିଲେ ପାଞ୍ଚ ବର୍ଷପାଇଁ ନୀରବ ରହିବେ। ପାଞ୍ଚ ବର୍ଷ ପରେ ଆଉ ଗୋଟିଏ ଦିନ ଆସିବ, ଯେତେବେଳେ କି ଦେଶର ମନ୍ତ୍ରୀ, ନେତା ଭୋଟ ମାଗିବାକୁ ପାଦ ତଳେ ହାଜର ହେବେ। ଭୋଟଦାତା ସମସ୍ତେ ସ୍ଥାନୀୟ ବାସିନ୍ଦା ନୁହନ୍ତି। କେତେ ଦୂରରୁ ଭୋକ ଉପାସରେ ଆସି ରୁଣ୍ଡ ହୋଇଛନ୍ତି। ନ ଜାଣିବା ଲୋକ ଭୋଟ ଗ୍ରହଣ କେନ୍ଦ୍ରକୁ ଦେଖି ନମସ୍କାର ହେଉଛି। ତା' ବୁଝିବାରେ ଭୋଟ କେନ୍ଦ୍ରଟାହିଁ ମନ୍ଦିର। ଭୋଟ ବାକ୍ସ ଦେବତା। ସେ ବର ଦେଲେ ସାଦା ମଣିଷ ମନ୍ତ୍ରୀ ଓ ଜନନାୟକ ହୁଏ। ତା'ର ମୂଲ୍ୟ ଚଢ଼ା ବଜାର ପରି ସଙ୍ଗେ ସଙ୍ଗେ ବଢ଼ିଯାଏ। ବନଲତା ଦାସ ପ୍ରତି ଜଣକୁ ନାଁ ପଚାରି ହାତରେ ଅଲିଭା କାଳି ଲଗାଉଛି। ମହାପାତ୍ର ବାବୁ ଲିଷ୍ଟରୁ ନାଁ ଦେଖି କଣ ଲେଖା ପଢ଼ା କରି ହାତରେ ଭୋଟ କାଗଜଟିଏ ଦେଉଛନ୍ତି।। ମିଶ୍ରବାବୁ କେମିତି ଭୋଟ ବାକ୍ସର ଜଗୁଆଳ। ଟିକିଏ କିଛି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଆସନରୁ ଉଠି ତା'ର ପ୍ରତିକାର କରୁଛନ୍ତି। ଅନ୍ଧ ଅକର୍ମଣ୍ୟମାନଙ୍କର ହାତଧରି କଳାପରଦା ଘରକୁ ଯାଇ ଭୋଟପାଇଁ ସାହାଯ୍ୟ କରୁଛନ୍ତି। ପିମ୍ପୁଡ଼ିପରି ଧାର ଲାଗିଛି। ଅବହେଳିତ ପାରିକୁଦ ବି ନିଜର ଅଧିକାର ସାବ୍ୟସ୍ତ କରିବାକୁ ପଛାଇ ଯାଇ ନାହିଁ। ଏ ଦେଶର ଗଣତନ୍ତ୍ର ଆସ୍ତେ ଆସ୍ତେ ରୂପ ପାଉଛି, ଏହି ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ପାରିକୁଦ ବାସୀଙ୍କ ମାଧ୍ୟମରେ। ଗଣତନ୍ତ୍ର ଅମର ହେଉ। ଗଣତନ୍ତ୍ର ବଳିଷ୍ଠ ହେଉ। ଗଣତନ୍ତ୍ର ଶାସନରେ ଅଧିକାର ଏକ, ସମ୍ମାନ ବି ସମାନ। ଜମିଦାରକୁ ଦୁଇଟି ଭୋଟ ଦେବାର ସୁଯୋଗ ମିଳିନାହିଁ କି ସର୍ବହରାକୁ ଭୋଟ ଦେବାର ସୁଯୋଗରୁ ବଞ୍ଚିତ କରାଯାଇ ନାହିଁ। ରାଜା, ଜମିଦାର ଜନସାଧାରଣ ସଙ୍ଗରେ ଗୋଟିଏ ଧାଡ଼ିରେ ଛିଡ଼ାହୋଇ ଚାଲିବେ ଓ ଗୋଟିଏ ପଦ୍ଧତିରେ ଭୋଟ ଦେବେ। ଏହି ପବିତ୍ର ଅଧିକାରକୁ ଅସ୍ୱୀକାର କରି ଇଂରେଜ ଜାତିଏ ଦେଶଟାକୁ ଯୁଗ ଯୁଗ ଧରି ଶାସନ କରି ଆସିଥିଲା। ଦେଶଟାକୁ ଯୁଗ ଯୁଗ ଧରି ଶାସନ କରି ଆସିଥିଲା। ଜନତାର ବିପ୍ଳବ ତା'ର ସୌଖୀନି ନିଦକୁ ଭାଙ୍ଗିଦେଲା। ବିପ୍ଳବପାଇଁ କେତେ ବନ୍ଧୁକ ଗୁଳି, କେତେ ସଙ୍ଗୀନ ମୁନକୁ ସହ୍ୟ କରି ନେଇଛି। ଜାଲିଆନାବାଗ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଲାଠୀ, ଫାଶୀ ସବୁ ସହିଛି। ବିପ୍ଳବୀର ରକ୍ତରେ ଧୂଳିମାଟିର ବସୁନ୍ଧରା କିଛିଦିନପାଇଁ ଲାଲ ହୋଇ ଯାଇଛି। ସ୍ୱାଧୀନତା ତା' ମନକୁ ଆସି ନାହିଁ! ଏ ଦେଶର ଅଗଣିତ ଜନତା ନିଜର ରକ୍ତ ଦେଇ ତାକୁ ଇଂରେଜ ହାତରୁ କିଣିଛି। ନିଜ ପୁଅ, ଭାଇଙ୍କ ଜୀବନ ବଦଳରେ ତାକୁ ହାସଲ କରିଛି। ପରାଧୀନ ହେବା ଜାତି ପକ୍ଷରେ ଯେତେ ଅଶୁଭ ସେତିକି ଲଜ୍ଜାଜନକ। ପରାଧୀନ ମାନବର ଜୀବନ, ଜୀବନ ନୁହେଁ। ପରାଧୀନ ମଣିଷ, ମଣିଷ ନୁହେଁ। ସେ ରାସ୍ତାକଡ଼ର ଦୁବଘାସଠୁ ବି ଆହୁରି ହୀନ। ସେ ନିର୍ବାକ ପାଷାଣ। ଏହି ଦୁର୍ଲଭ ସ୍ୱାଧୀନତାର ଅପମୃତ୍ୟୁ ହେବ ନାହିଁ ବୋଲି ଲୋକେ ଭୋଟ ଦେଉଛନ୍ତି। ଦେଶରେ ସ୍ୱେଚ୍ଛାଚାରୀ ଶାସନକୁ କବର ଦେବେ ବୋଲି ଏତେ ପରିଶ୍ରମ କରି ଭୋଟ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ହୋଇଛନ୍ତି। ଏଇ ଦିନଟା ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଯଦି ସେମାନଙ୍କ ଭୋଟରୁ ଏକ ଜାତୀୟ ବିରୋଧୀ, ସ୍ୱାର୍ଥପର ଲୋକ ନିର୍ବାଚିତ ହୁଏ, ତେବେ ବୁଝିବାକୁ ହେବ ସେ ଅଞ୍ଚଳର ଉନ୍ନତି ପାଞ୍ଚ ବର୍ଷପାଇଁ ଅବରୋଧ ହୋଇଛି। ନିଜକୁ ସେମାନେ ନିଜ